ସାନ୍ଫ୍ରାନ୍ସିସକୋରେ ଜାହାଜ ପହଞ୍ଚିବା ଯେତିକି ଡେରି ହେଉଥାଏ, ଜାହାଜ ଭିତରେ ସେତିକି ବ୍ୟସ୍ତ ହେଉଥାଏ ମୋ ସଙ୍ଗିନୀ ଲୁସି। ଦିନ ଏଗାରଟାବେଳେ ସାନ୍ଫ୍ରାନ୍ସିସକୋ ବିଶ୍ୱବିଦ୍ୟାଳୟରେ ବିଶ୍ୱନିଉକ୍ଲିଆର ପଦାର୍ଥ ବିଜ୍ଞାନର ଯେଉଁ ବିରାଟ ସମ୍ମିଳନୀ ବସୁଥାଏ, ସେଥିର ପ୍ରାରମ୍ଭିକ ଅଧିବେଶନରେ ସେ କେମିତି ଯୋଗ ଦେବ, ସେଇ ଥାଏ ତାର ଚିନ୍ତା। କିନ୍ତୁ ସାନ୍ଫ୍ରାନ୍ସିସକୋରେ ପହଞ୍ଚିବା ଡେରି ହୋଇ ଯାଉଥିବାରୁ ସେ ବଡ଼ ବ୍ୟସ୍ତ ହୋଇ ପଡ଼ୁଥାଏ, ପ୍ରାରମ୍ଭିକ ଅଧିବେଶନରେ ଯୋଗଦେଇ ପାରିବନି ଭାବି। ଉଡ଼ାଜାହାଜର ଡେରି ହେତୁ ଲୁସିର ମନରେ ସରାଗ ନ ଥାଏ। ସେ କାନସାସ୍ ସିଟିଠାରୁ ମୁହଟି ଶୁଖାଇ ତା ନିଜ ସିଟରେ ଚୁପ୍କରି ବସି ରହିଥାଏ। କା ସହିତ କଥାବାର୍ତ୍ତା କି ହସଖୁସି ନାହିଁ। କଲମ୍ବିଆ ବିଶ୍ୱବିଦ୍ୟାଳୟର ଏକ ପ୍ରତିନିଧି ହିସାବରେ ଏତେ ବଡ଼ ବୈଜ୍ଞାନିକ ସମ୍ମିଳନୀରେ ଯୋଗଦେବା ଲୁସି ଜୀବନରେ ଏଇ ସର୍ବ ପ୍ରଥମ। ତାକୁ ବା ଏ ସୁଯୋଗ ମିଳିଥାନ୍ତା କୁଆଡ଼ୁ? ଶେଷ ମୁହୂର୍ତ୍ତରେ ଅଧ୍ୟାପକ ହେନେରିକସନ୍ ଏକ ଜରୁରୀ କାର୍ଯ୍ୟ ଉପଲକ୍ଷେ ଇଉରୋପ ଚାଲି ଯାଉଥିବାରୁ ତାଙ୍କ ସ୍ଥାନରେ ଲୁସି ପ୍ରତିନିଧିତ୍ୱ କରିବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତ୍ୱପକ୍ଷକୁ ଜଣାଇ। ଦେଇ ଯାଇଥିଲେ। ଲୁସିର ଭାରି ଇଚ୍ଛା ସେ କେମିତି ଅଧିବେଶନ ଆରମ୍ଭ ପୂର୍ବରୁ ସେଠି ପହଞ୍ଚିଯିବ। ବାସ୍ତବିକ୍ ନୂଆ କରି ଯେଉଁମାନେ ଏହି ଭଳି ବଡ଼ ବଡ଼ ସମ୍ମିଳନୀରେ ଯୋଗଦିଅନ୍ତି, ସେମାନଙ୍କ ମନ ସାଧାରଣତଃ ସେମିତି ହୁଏ ଓ ହେବା ମଧ୍ୟ ସ୍ୱାଭାବିକ। ଅଧ୍ୟାପକଙ୍କ ସହିତ ମୁଁ ବହୁ ବାର ପ୍ରତିନିଧି ହିସାବରେ ଯୋଗ ଦେଇଥିବାରୁ ସମ୍ମିଳନୀଗୁଡ଼ାକ ମୋର ଦେହସୁହା ହୋଇ ଗଲାଣି। ଲୁସି ପି. ଏଚ. ଡି ପାଇ ସାରିଲା ପରେ ପୋଷ୍ଟଡକ୍ ଭାବରେ ନୂଆ ହୋଇ ଯୋଗ ଦେଇଥାଏ। ତେଣୁ ଚାରିଆଡ଼େ ନାନା ମିଟିଂ, ସମ୍ମିଳନୀ ଆଦିରେ ଯୋଗ ଦେବାକୁ ଭାରି ଆଗ୍ରହ। ସାନ୍ଫ୍ରାନ୍ସିସକୋ ସମ୍ମିଳନୀ ପାଇଁ ତା'ର ଆଗ୍ରହ ଏତେ ବେଶି ଯେ ସମ୍ମିଳନୀ ତାକୁ ପାଗଳ କରି ଦେଇ ଥାଏ କହିଲେ ଅତ୍ୟୁକ୍ତ ହେବନି। ଅଧ୍ୟାପକଙ୍କ ପୋଷ୍ଟଡ଼କ୍ ଭିତରେ ମୁଁ ସବୁଠାରୁ ପୁରୁଣା; ଲୁସି ସବୁଠାରୁ ନୂଆ। ଆମେ ଦୁଇ ଜଣ ଗୋଟିଏ ପ୍ରୋବ୍ଲେମ୍ ଉପରେ କାମ କରୁଥାଉଁ। ବସ୍ତୁ ଆଉ ପ୍ରତି ବସ୍ତୁ ଭିତରେ ପାର୍ଥକ୍ୟ କେଉଁଠି? ପ୍ରତିବସ୍ତୁର ପ୍ରକୃତ ଗଠନ କେମିତି ଓ ଏହି ପ୍ରତିବସ୍ତୁକୁ କୃତ୍ରିମ ଉପାୟରେ ପୃଥିବୀରେ ପ୍ରସ୍ତୁତ କରିବା ସମ୍ଭବପର କି ନୁହେଁ, ତାତ୍ତ୍ୱିକ ଗଣନାରୁ ଆମେ ସେ ବିଷୟଉପରେ ଆଲୋକପାତ କରିବାକୁ ଚେଷ୍ଟା କରୁଥାଉଁ। ତା ଛଡ଼ା ଅଧ୍ୟାପକଙ୍କ ଇଚ୍ଛା ଯେ ସେ ତାଙ୍କ ଜୀବନକାଳ ଭିତରେ ଏହି ପୃଥିବୀରେ ଥାଇ ପ୍ରତିବସ୍ତୁ ପ୍ରସ୍ତୁତ କରିବାର ପଥ ଉନ୍ମୁକ୍ତ କରି ଯିବେ। ବିଶ୍ୱନିଉକ୍ଲିଆର ସମ୍ମିଳନୀର ଚାରିଦିନିଆ ଅଧିବେଶନ ଭିତରୁ ଦ୍ୱିତୀୟ ଦିନଟି ପ୍ରତିବସ୍ତୁ ଉପରେ ଆଲୋଚନା ପାଇଁ ସ୍ଥିର ହୋଇଥାଏ। ଲୁସି ଆଉ ମୁଁ ସେଇ ଆଲୋଚନାରେ ଭାଗ ନେବା ପାଇଁ ତିନି ହଜାର ମାଇଲ ଦୂରନିଉୟର୍କ ସହରରୁ ଦୌଡ଼ି ଆସି ଥାଉଁ ଏହି ପଶ୍ଚିମ ଉପକୁଳକୁ। ଏଗାରଟା ପାଇଁ ଚାଳିଶ ମିନିଟ୍ ରେ ଆମ ଜାହାଜ ସାନ୍ଫ୍ରାନ୍ସିସକୋ ଉଡ଼ାଜାହାଜ ଘାଟିରେ ଲାଗିଲା। ଜାହାଜ ଓହ୍ଲାଇଲା ବେଳେ ପ୍ରଶାନ୍ତ ମହାସାଗରର ନୀଳ ଜଳରାଶି ସଙ୍ଗେ ସାନ୍ଫ୍ରାନ୍ସିସକୋ ସହରର ଅପୂର୍ବ ସୌନ୍ଦର୍ଯ୍ୟ ବଡ଼ ମୁଗ୍ଧ କରୁଥାଏ ମୋତେ; କିନ୍ତୁ ଲୁସିର ସେ ଆଡ଼କୁ ଲକ୍ଷ୍ୟ ନାହିଁ। ଜାହାଜ ଭୂଇଁରେ ଲାଗିଲାକ୍ଷଣି ହଠାତ୍ ଦେଖିଲି ଲୁସିର ଶୁଖିଲା ମୁହଁ ପୁଣି ସତେଜ ହୋଇ ଉଠିଲା, ଠିକ୍ ଯେମିତି ଅପରାହ୍ନର